"ଆଲୋ ଆଲୋ, ଏ ପିକଦାନୀରୁ ପୁରୁଣା ପଣ୍ଡିତଙ୍କ ଦାନ୍ତଟା କୁଆଡ଼େ ଗଲାମ! " ହଠାତ୍ ସେତିକିରେଇ ସ୍ତ୍ରୀ ଲୋକଟିର ସ୍ଵର ପ୍ରାୟ ସବୁଦିନ ପାଇଁ ନିସ୍ତବ୍ଧ ହୋଇଗଲା। ନୂଆ ଜ୍ଞାନଦନ୍ତ ଧାରଣ କରିଥିବା ପଣ୍ଡିତେ ମାଇପିଟିକୁ ବହୁତବେଳୁ ଲକ୍ଷ୍ୟ କରି ଛକି ରହିଥିଲେ। ପିକଦାନୀ ସମେତ୍ ବିଚାରୀ ସ୍ତ୍ରୀ ଲୋକଟିକୁ ସେ ଏଭଳି ଭାବେ ମାଡ଼ି ବସିଲେ ଯେ, ତାଙ୍କର କାଣ୍ଡଜ୍ଞାନ ତାଙ୍କୁ ଛାଡ଼ି ଚାଲି ଯାଇଥିଲା, କିନ୍ତୁ ତାଙ୍କର ଜ୍ଞାନଦନ୍ତ ତାଙ୍କୁ ଆହୁରି ପ୍ରେରଣା ଦେଇ ଚାଲିଥିଲା। "ପାପ ନାହିଁ, ପାପ ନାହିଁ... " ସେ ଅନବରତ କହି ଚାଲିଥିଲା, "ଆଧୁନିକ ଯୁଗର ସଫଳତାର ଗୁମର ଏଇ–ପାପ ଫାପ କିଛି ନାହିଁ। କିଛି ନାହିଁ! " କହିବା ବାହୁଲ୍ୟ–ଏହାପରେ ନବାଗତ ପଣ୍ଡିତେ ରାଜକାର୍ଯ୍ୟରେ ଅତୀବ ସଫଳତାର ଓ ଖ୍ୟାତିଲାଭ ପୂର୍ବକ ରାଜ୍ୟ ଶାସନରେ ମନୋନିବେଶ କରିଥିଲେ ଓ ପୂର୍ବ ପଣ୍ଡିତଙ୍କ ଯଶକୁ ଅଚିରେ ଅତିକ୍ରମ କରିଥିଲେ। ସ୍ୱାମୀଜୀ ସୁପ୍ରିୟା ଦେବୀ ଜଣେ ସମାଜସେବିକା ହେବା ପାଇଁ ଗତ କେତେବର୍ଷ ତଳୁ ମନରେ ଏକ ବିରାଟ ଅଭିଳାଷ ପୋଷଣ କରିଥିବା ସମ୍ବାଦ ପାଇ ଓଡ଼ିଶାରେ ପ୍ରଚାରିତ ହେଲା ପରେ ପରେ ତାଙ୍କ ଘରେ ଗୋଟିଏ ଅସ୍ୱଭାବିକ ପରିସ୍ଥିତି ଦେଖା ଦେଇଥିଲା। ପ୍ରାୟ ପ୍ରତିଦିନ କେହି ନା କେହି ସମାଜସେବିକା ଜାଣତରେ ବା ଅଜାଣତରେ ତାଙ୍କ ଘରେ ଆସି ପହଁଞ୍ଚି ଯାଉଥିଲେ ଏବଂ ନିଜର ସମାଜସେବାମୂଳକ ନାନା ଅଭିଜ୍ଞତା ବର୍ଣ୍ଣନା କରିବାରେ କେତେ କପ୍ ଚା ଉଡ଼ିଯାଉଥିଲା କେଜାଣି-। ସଞ୍ଜବେଳକୁ ସ୍ୱାମୀ ଅରବିନ୍ଦ ଅଫିସରୁ ଫେରିଲା ବେଳକୁ ସୁପ୍ରିୟା ହୁଏତ ବହେ ଚା କପ୍ ଧୋଇବାରେ ବ୍ୟସ୍ତ ରହୁଥିଲେ କିମ୍ବା ସ୍ୱାମୀଙ୍କ ହାତରୁ ଟଙ୍କା ବଢ଼େଇ ଦେଇ କହୁଥିଲେ ବଜାର ଆଡ଼େ ଯିବତ? ଆସିବାବେଳେ ପ୍ୟାକେଟ ମିକ୍ସଚର ଆଉ ଅଧକେଜି ଭଲ ଚା'ପତ୍ର ଆଣିବତ! "କାହିଁକି? ", ଅରବିନ୍ଦ ସବୁଜାଣି ସୁଦ୍ଧା ନ ଜାଣିବା ଛଳନା କରି ହସି ହସି ପଚାରି ଦଉଥିଲେ, "ଏତେ ଶୀଘ୍ର ସରିଗଲା? ମୁଁ ତ ପଅର ଦିନ ଅଧକେଜି ଚା'ଆଣିଥିଲି ନା! " "ଡୋଣ୍ଟ୍ ବି ନିଗାର୍ଡ଼ଲି! " ସୁପ୍ରିୟା ଅସହ୍ୟ ବିରକ୍ତି ପ୍ରକାଶ କଲାଭଳି ଚାହାଣୀରେ ଥରେ ଅରବିନ୍ଦଙ୍କ ମୁହଁକୁ ଓ ଆଖି ବୁଲେଇ ନେଇ ଚାରିଆଡ଼କୁ ଚାହିଁ ଦେଇ କହୁଥିଲେ, "ସେଥିପାଇଁ ମୁଁ କହୁଛି ମତେ ଛାଡ଼ିଦିଅ! ହୁଏତ ମୁଁ ଚାକିରି କରେ ବା କିଛି ହେଲେ ସାମାଜିକ କାର୍ଯ୍ୟରେ ଲାଗେ। ମୁଁ ଯାହା ଦେଖୁଛି ମୋର କିଛି ନିଜସ୍ଵ ନାହିଁ କି ଏ ଘରେ। " ଅରବିନ୍ଦ ଆଉ ବେଶୀ କିଛି ନକହି ଚାରିଆଡ଼କୁ ନଜର ବୁଲେଇ ନିଏ। ପାଖରେ ଯଦି କେହି ନଥାନ୍ତି, ତେବେ ପ୍ରାୟତଃ ସେ ଗୋଟିଏ ଢଙ୍ଗରେ ସେ ତାଙ୍କର ଦୁଇବାହୁ ହଠାତ୍ ଖୋଲିଦେଇ ସୁପ୍ରିୟାକୁ ଆଲିଙ୍ଗନ କରୁକରୁ କହନ୍ତି, "କ୍ୟାଣ୍ଟଲିଭ୍! ଚାକିରିକୁ ମାରୋ ଗୁଲି। ଛୋଟଲୋକ ମାନେ ଚାକିରି କରନ୍ତି। ଚୋରମାନେ ସମାଜସେବା କରନ୍ତି। ଘରର ସ୍ତ୍ରୀ ଘରେ ରହିବା ହିଁ ଆଜି ସବୁଠୁ ବଡ଼ ଚାକିରି, ସବୁଠୁ ବଡ଼ ସମାଜସେବା। ସୁପ୍ରିୟା–ଆଇ ଲଭ୍ ୟୁ! " ସୁପ୍ରିୟା ନିଃସନ୍ଦେହରେ ଅରବିନ୍ଦର ଆଲିଙ୍ଗନରେ ଲୀନ ହୋଇଯାଏ। କିନ୍ତୁ ମାତ୍ର କେଇଟି ସେକେଣ୍ଡ ପରେ ସେ ସେଇ ଜିଦ୍ ଆରମ୍ଭ କରିଦିଏ– "ମତେ ଛାଡ଼ିଦିଅ। ମୋର ବେଳ ଆସିଗଲାଣି। ପିଲାମାନେ ବଡ଼ ବଡ଼ ହେଇଗଲେଣି-। ଏଥର ଆଉ ସେମାନେ ମତେ ଖୋଜିବେ ନାହିଁ। ତମେ ମଧ୍ୟ ମତେ ଆଉ ଖୋଜ ନାହିଁ। ମୋର ପିଲାଦିନୁ ସେଇ